ସେତେବେଳକୁ ସନ୍ଧ୍ୟା ଅପସରିଯାଇଥିଲା। ଦୁଇ ଜଣ ଏକ ସଙ୍ଗରେ କେତେ ଖୁସି ଗପ ହୋଇ ଚାଲିଥିଲୁଁ। କିନ୍ତୁ ସହସା ସେ ମୋ ନିକଟରୁ କିଛି ପାଦ ଆଗେଇଯାଇ ଅଳ୍ପ ଉଚ୍ଚ ଶୂନ୍ୟକୁ ଉଠିପଡ଼ିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ପୁଣି ସେ ତଳକୁ ଆସିଲେ। ମୁଁ ଭୀତ ଓ ଚମକିତ ହୋଇ ଚାହିଁ ଦେଖୁଛି, ସେ ହସି କହିଲେ, ''ତୁମେ ଏପରି ଭୟ କରୁଛ କାହିଁକି ବନ୍ଧୁ? ତୁମେ ଯେପରି ନୌକାରେ ଚଢ଼ି ବୁଲି ଆସିଲ, ମୁଁ ମଧ୍ୟ ସେମିତି ଆକାଶରେ ଉଡ଼ି ଘୂରି ଆସିଲି। ତୁମର ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯିବାକୁ ଅନେକ ସମୟ ଲାଗେ; କିନ୍ତୁ ମୋର ବେଶୀ ସମୟ ଲାଗେନା। ମୋର ମନେହୁଏ ତୁମ ଓ ମୋ ମଧ୍ୟରେ ଅନେକ ଦିଗରେ ପାର୍ଥକ୍ୟ। ହୁଏତ ମୁଁ ଆଉ ତୁମେ ଭିନ୍ନ ଭିନ୍ନ ଜଗତର ଲୋକ। ମୁଁ ଯେମିତି ଉଡ଼ିପାରେ, ତୁମେ ପାରନା,-ଏହି କଥା କହୁଁ କହୁଁ ସହସା ସେ ହ୍ରଦ ଆଡ଼କୁ ଉଡ଼ି ଚାଲିଗଲେ। ଚାହୁଁ ଚାହୁଁ ସେହି କ୍ଷୀଣ ଆଲୋକ ଭିତରେ ଏକାବେଳକେ ଅଦୃଶ୍ୟ ହୋଇଗଲେ। ମୁଁ ସ୍ତମ୍ଭିତ। ଭାବିଲି, ଜୀବନରେ ଏମିତି ଦୃଶ୍ୟ କେବେ ଦେଖିବି, ଏ କଳ୍ପନା ମଧ୍ୟ କରିନି। ମଣିଷ କ'ଣ କେବେ ଏମିତି ଉଡ଼ିପାରେ? ପିଲାକାଳରେ ଜେଜେମା' ପାଖରୁ ଶୁଣିଥିଲି, ଆକାଶରେ ପରୀମାନେ କେବଳ ଉଡ଼ିବୁଲନ୍ତି। ଏମାନେ କ'ଣ ସେହି ପରୀ ରାଇଜର ଲୋକ! କିନ୍ତୁ ସେଦିନ ସେ ଯେତେବେଳେ ମୋ ଘର ପାଖରେ ମୂର୍ଚ୍ଛିତ ହୋଇ ପଡ଼ିଯାଇଥିଲେ, ସେତେବେଳେ ତ ତାହାଙ୍କୁ ଠିକ୍ ମୋରି ଭଳି ରକ୍ତମାଂସ ଗଢ଼ା ମଣିଷ ବୋଲି ଅନୁଭବ କରିଥିଲି। ଯାହାହେଉ ଏହି କେତେଦିନ ହେଲା ଏକ ସଙ୍ଗରେ ରହି ଆଜ୍ଞାତ ଦେଶର ଏହି ତରୁଣ ଅତିଥିଙ୍କ ପ୍ରତି ମୋର ଗୋଟିଏ ଆକର୍ଷଣ ଜନ୍ମି ଯାଇଥିଲା। ଦୁହିଁଙ୍କ ମଧ୍ୟରେ ମମତା ଏତେ ବଢ଼ିଯାଇଥିଲା ଯେ ଆଜି ତାହାଙ୍କୁ ହରାଇ ମୋ ପ୍ରାଣରେ ଏକ ଅବ୍ୟକ୍ତ ବେଦନା ଅନୁଭବ କରିବାକୁ ଲାଗିଲି। ମୁଁ ମନେ ମନେ ଏହି କଥା ଭାବୁଛି, ଏମିତି ସମୟରେ ସେ ଫେରିଆସିଲେ। ସେ ମୋ ପାଖରେ ଛିଡ଼ା ହୋଇ କହିଲେ, ''ତୁମେ ହୁଏତ ଭାବିଥିବ, ମୁଁ ତୁମକୁ ଛାଡ଼ି ଚାଲିଗଲି। କିନ୍ତୁ ତାହା କ'ଣ ହୁଏ ବନ୍ଧୁ! ତୁମେ ଯେ ମୋର ଜୀବନ ରକ୍ଷା କରିଛ, ପୁଣି ଏଇ କେତେଦିନ ହେଲା ଆଦର ଯତ୍ନ କରି ସବୁ ବ୍ୟବସ୍ଥା କରିଛ, ସେଥିପାଇଁ ମୁଁ ତୁମକୁ ଏକୁଟିଆ ଛାଡ଼ି ଚାଲିଯିବାକୁ ଚାହିଁଲି ନାହିଁ, ମୋ ବିବେକ ବାଧା ଦେଲା। ଏଇ ନିର୍ଜନ ଦ୍ୱୀପରେ ମୁଁ ତୁମର ସଙ୍ଗୀ, ବନ୍ଧୁ ହେବି, ମୁଁ ତୁମକୁ ସାହାଯ୍ୟ କରିବି। ଜାଣେନା ତୁମର ଦେଶ କିପରି, ତୁମମାନଙ୍କ ଜୀବନ ଯାତ୍ରା ପ୍ରାଣାଳୀ କିପରି, ତଥାପି ମୁଁ ତୁମ ସଙ୍ଗରେ ରହିବି। '' ମୁଁ ତାହାଙ୍କୁ ଫେରିପାଇ ଏତେ ଆନନ୍ଦିତ ହୋଇଯାଇଥିଲ ଯେ, ମୁଁ ଜାଣିପରିଲି ନାହିଁ ଯେ ସେ କିପରି ଆକାଶରେ ଉଡ଼ନ୍ତି। ତାହାହେଲେ କ'ଣ ତାଙ୍କ ଦେହର ଗଠନ ପ୍ରଣାଳୀ ସହିତ ମୋ ଦେହର ଗଠନ ଓ ପ୍ରକୃତି ଅନେକ କିଛି ପ୍ରଭେଦ,-ଜାଣେନା। ତହିଁ ପରିଦିନ ପ୍ରତ୍ୟୁଷରେ ମୁଁ ତାହାଙ୍କୁ ପଚାରିଲି, ''ଏଇ ଦୀର୍ଘ ସମୟ ମଧ୍ୟରେ ଆମ୍ଭମାନେ ପରସ୍ପର ଯେଉଁ ପରିଚୟ ପାଇଛୁ, ତାହା ଅତି ସଂକ୍ଷିପ୍ତ। ଆଜି ଯଦି ତୁମେ ତୁମ ଦେଶର କଥା ମୋତେ କୁହ, ତୁମର ଆତ୍ମୀୟସ୍ୱଜନର କଥା କୁହ, ତାହାହେଲେ ମୁଁ ଆନନ୍ଦିତ ହେବି-।